ରାଷ୍ଟ୍ରଦୂତ ଓ ସେହି ଉପଗ୍ରହର ଅଧିବାସୀମାନେ ସମ୍ଭବତଃ ଆମ ଭଳି ତ୍ରିପରିସର ଭିତରେ ଆବଦ୍ଧ ନୁହନ୍ତି। ଆଇନଷ୍ଟାଇନ୍ ସମେତ ପୃଥିବୀର ବଡ଼ ବଡ଼ ବିଜ୍ଞାନ ମନିଷୀମାନେ ଯେଉଁ ଚତୁଃ ପରିସର କଥାର ଆଭାସ ଦେଇଛନ୍ତି, ଏମାନେ ସେହି ଚତୁଃପରିସର ଜ୍ଞାନ ଥିବା ଜୀବଜଗତର ଅନ୍ତର୍ଗତ ବୋଲି ମୋର ଧାରଣା। ସେମାନଙ୍କର ଏହି ଚତୁର୍ଥ ପରିସରଟି କଣ ହୋଇପାରେ ମୋ ପକ୍ଷରେ କହିବା ବର୍ତ୍ତମାନ ହୁଏତ ସମ୍ଭବପର ନୁହେଁ। ଏ ବିଷୟରେ ବିଶେଷ ଆଲୋଚନା ନ କରି କିଛି କହିହେବନି। ଆମ ବୈଜ୍ଞାନିକମାନେ ଆଭାସ ଦେଇଥିବା ଚତୁର୍ଥ ପରିସର ହେଉଛି ସମୟ। ବୈଜ୍ଞାନିକମାନଙ୍କ ମତରେ ବେଳେବେଳେ କୌଣସି ଏକ ଘଟଣାର ନିର୍ଦ୍ଦିଷ୍ଠତା ବ୍ୟକ୍ତ କରିବା ପାଇଁ ତ୍ରିପରିସରଯୁକ୍ତ ଆବେଷ୍ଟନୀ ଉପଯୁକ୍ତ ନୁହେଁ। ମନେକରନ୍ତୁ ଆପଣମାନେ ଦେଖିଲେ ଆପଣଙ୍କ ଘରେ ଗୋଟିଏ ମଶା ଉଡ଼ୁଛି। ଆପଣ ସେଇ କଥା ଆପଣଙ୍କ ସ୍ତ୍ରୀଙ୍କୁ ଜଣାଇବେ। ମଶାଟା କେଉଁଠି ଉଡ଼ିଥିଲା ବୋଲି ତାଙ୍କୁ କହିବେ? ଆପଣ କହିବେ ମଶାଟିକୁ ଘରର ଅମକେଇ କୋଣଠାରୁ ଲମ୍ଵାଭାବରେ ଏତେ ଫୁଟ ଦୂରରେ ଆପଣ ଉଡ଼ିବାର ଦେଖିଥିଲେ। ମଶାଟିର ନିର୍ଦ୍ଦିଷ୍ଠତା ପାଇଁ ଏହି ତ୍ରିପରିସର ଯୁକ୍ତ ମାପ କଣ ଯଥେଷ୍ଟ ହେଲା? ସେହି ମାପ ଅନୁଯାଇ ଯଦି ଜଣେ ଦେଖେ, ତେବେ ସେ ମଶାକୁ ସେଠି ପାଇବକି? ତେଣୁ ମଶାର ଅବସ୍ଥାନ ନିର୍ଣ୍ଣୟ କରିବାକୁ ଆପଣ କ୍ଷମ ହେଲେନି। କାରଣ ମଶାଟି ତ ଗତିଶୀଳ। ଆପଣ ଯେତେବେଳେ ଦେଖିଲେ ସେତେବେଳେ ମଶାଟି ସେଠି ଉଡ଼ୁଥିଲା; ତାପରେ ମଶାଟି ଆଉ ସେ ସ୍ଥାନରେ ଥାଇ ପାରେ। ତେଣୁ ମଶାର ପ୍ରକୃତ ଅବସ୍ଥାନ ନିର୍ଣ୍ଣୟ କରିବା ପାଇଁ ଆପଣଙ୍କୁ ସମୟର ପରିମାପ ଗ୍ରହଣ କରିବାକୁ ପଡ଼ିବ। ଆପଣ କେଉଁ ସମୟରେ ମଶାଟିକୁ ସେଠି ଦେଖିଥିଲେ ନ କହିଲେ ଆପଣ ଅବସ୍ଥାନ ନିର୍ଣ୍ଣୟ ଠିକ୍ ହେବନି। ତେଣୁ ଆପଣ ଯଦି କହନ୍ତି ମଶାଟି ଘରର ଅମକେଇ କୋଣଠାରୁ ଘରର ଲମ୍ବ ଭାବରେ ଏତେ ଫୁଟ ଓସାର ଏତେ ଫୁଟ ଉଚ୍ଚତା ଭାବରେ ଏତେ ଫୁଟ ଦୂରତାରେ ଅମକେଇ ଦିନ ଦିବା ଏତେ ଘଣ୍ଟା ଏତେ ମିନିଟ୍ ଏତେ ସେକେଣ୍ଡରେ ଉଡ଼ୁଥିଲା ତେବେ ଆପଣଙ୍କ ମଶାର ଅବସ୍ଥାନ ନିର୍ଣ୍ଣୟ ଠିକ୍। ଆପଣଙ୍କର ଏ ଅବସ୍ଥାନ ନିର୍ଣ୍ଣୟକୁ ଚତୁଃପରିସର ଅବସ୍ଥାନ ନିର୍ଣ୍ଣୟ କୁହାଯାଏ। ଗତିଶୀଳ ପଦାର୍ଥର ଅବସ୍ଥାନ ନିର୍ଣ୍ଣୟ ପାଇଁ ଏହି ଚତୁଃପରିସର ଧାରଣା ଏକାନ୍ତ ଆବଶ୍ୟକ। ଏଥିରୁ ଆପଣମାନେ ଜାଣିପାରୁଥିବେ, ଚତୁଃପରିସରର ଗୁରୁତ୍ୱ କେତେ? ସେମାନଙ୍କର ଚତୁର୍ଥ ପରିସର ସମୟକୁ କଅଣ ବର୍ତ୍ତମାନ କହିହେବନି; ତେବେ ଏହା ସ୍ୱତସିଦ୍ଧଃ ଯେ ଯେଉଁମାନେ ଚତୁଃପରିସର ସହିତ ଅଭ୍ୟସ୍ତ, ସେମାନେ ଅକ୍ଳେଶରେ ଏସବୁ କାମ କରିପାରିବେ, ଯାହାକୁ ଆମେ ପୂରାପୂରି ଅସମ୍ଭବ ବୋଲି କହିବା। ଏ ସମ୍ପର୍କରେ ମୁଁ ଗୋଟିଏ ଉଦାହରଣ ଦେଉଛି ଶୁଣନ୍ତୁ। ମନେକରନ୍ତୁ, ଆମେ ଦ୍ୱିପରିସର ଜ୍ଞା ବିଶିଷ୍ଟ ଗୋଟିଏ ଯିବାକୁ ଆଣିଲେ। ଜୀବଟିକୁ ଆମେ ଆବଦ୍ଧ କରି ରଖିବାକୁ ଚାହୁଁ। ଜୀବଟିକୁ ମାତ୍ର ଦୁଇଟି ପରିସର ଜଣା। ଗୋଟିଏ ହେଉଛି ଦୈର୍ଘ୍ୟ, ଅନ୍ୟଟି ପ୍ରସ୍ଥ। ବେଧ କଣ ସେ ସମ୍ପର୍କରେ ତାର। ଜ୍ଞାନ ନାହିଁ। ଆମେ ଜୀବଟିକୁ ଗୋଟିଏ ଖୋଲା ପଡ଼ିଆରେ ଚାରିପାଖରେ ମାତ୍ର ଏକଇଞ୍ଚିଅ ପାଚେରୀ ଗଢ଼ି ଆବଦ୍ଧ କରି ରଖିପାରିବ। ଜୀବଟିର ମାତ୍ର ଦୈର୍ଘ୍ୟ ପ୍ରସ୍ଥର ଧାରଣା ଥିବାରୁ ସେ ଯେଉଁ ଆଡ଼କୁ ଯିବ, ପ୍ରାଚୀର ଦେଖି ଫେରି ଆସିବ। ଭାବିବ ସେ ପୂରାପୂରି ଆବଦ୍ଧ ହୋଇ ରହିଛି ବୋଲି। ତାର ବେଧ ବା ଉଚ୍ଚତା ଜ୍ଞାନ ନ ଥିବାରୁ